ସ୍ଥାନଟିର ଶାନ୍ତ ସୁପ୍ତ ବାୟୁମଣ୍ଡଳ, ଆଭିଜାତପୂର୍ଣ୍ଣ ଆବହୱାଓ ସର୍ବୋପରି ସମ୍ମୁଖରେ ଦିଗନ୍ତ ବାସ୍ତାରୀ ଆଟଲାଣ୍ଟିକ ମହାସାଗରର ବିରାଟ ନୀଳ ଜଳରାଶି କୋକୋ ବିଚରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଶତ ଗୁଣିତ କରୁଚି କରୁଥାଏ। ନିରାପତ୍ତା ପରିଷଦର ସଭ୍ୟମାନଙ୍କ ପାଇଁ ହୋଟେଲର ଗୋଟିଏ ଗୋଟିଏ ସୁଟ୍ ରିଜର୍ଭ। ସହରଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ହେଉ ବା ଅନ୍ୟ କୌଣସି କାରଣ ପାଇଁ ହେଉ, କୋକୋ ବିଚଟି ମୋତେ ଭାରି ଭଲ ଲାଗୁଥାଏ। ମୁଁ ବେଶ୍ ଆରାମରେ ନିଜ କୋଠରୀରେ ବିଶ୍ରାମ ନେଉଛି ସମ୍ମୁଖସ୍ଥ ଟେଲିଭିଜନରେ ଜନୈକା ମାର୍କିନ ଯୁବତୀ ଏକ ସୁମଧୁର ସଙ୍ଗୀତ ପରିବେଷଣରେ ବ୍ୟସ୍ତ, ହଠାତ୍ କୋଠରୀସ୍ଥ ଟେଲିଫୋନ ବାଜିଉଠିଲା। ଟେଲିଫୋନ ଧଇଲି ଉମ ଅଦୂରବର୍ତ୍ତୀ ମେଲବୋର୍ଣ୍ଣ ସହରରୁ ବନ୍ଧୁ ବବ ମୋତେନିମନ୍ତ୍ରଣ ଜଣାଉଛି ତା ଘରକୁ ବୁଲି ଯିବା ପାଇଁ। ବବ୍ ସହିତ ଆମର ପରିଚୟ ବହୁ ଦିନରୁ। ନିଉୟର୍କରେ ବବ୍ ଥିଲା ଆମର ପ୍ରତିବେଶୀ। ବବ୍ ସ୍ତ୍ରୀ କ୍ଳାରା ସହିତ ମୋ ସ୍ତ୍ରୀଙ୍କର ବେଶ ସଭାବ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ପାଣି ପିଅନ୍ତିନି। ବ୍ୟବସାୟ ଉପଲକ୍ଷେ ବବ୍ ଓ କ୍ଳାରା ଯେଉଁ ଦିନ ନିଉୟର୍କ ଛାଡ଼ି ଫ୍ଳୋରିଡ଼ା ରାଜ୍ୟସ୍ଥ ଏହି ଏହି ମେଲବୋର୍ଣ୍ଣ ସହରକୁ ଚାଲିଆସନ୍ତି, ସେଦିନ ଆମ ପରିବାରର ଦୁଃଖ କହିଲେ ନ ସରେ। ବନ୍ଧୁ ବବ ଅନୁରୋଧକୁ ମୁଁ ଯାହା ଏଡ଼ି ଦେଇଥାନ୍ତି ବନ୍ଧୁ ପତ୍ନୀ କ୍ଳାରାଙ୍କ ଅନୁରୋଧକୁ ଏଡ଼ି ଦେବାର ଶକ୍ତି କାହାର? ଟେଲିଫୋନ ଉପରେ ବନ୍ଧୁଙ୍କର ଆମତ୍ରଣ ଯାହେଉ ବା ନ ହେଉ ବନ୍ଧୁ ପତ୍ନୀଙ୍କର ତାଗି ଦରେ ମତ୍ ମୋତେ ଅଗ୍ୟାତ ହିଁ ଭରିବାକୁ ବାଧ୍ୟ କଲା। ସନ୍ଧ୍ୟାବେଳେ କେପକେନେଡ଼ିର ସମ୍ବର୍ଦ୍ଧନା ସଭାରେ ଆମର ଯୋଗଦେବା ନିହାତି ଦରକାର ବୋଲି କହିଲେ ହେଁ କ୍ଳାରା କ'ଣ ସହଜରେ ଛାଡ଼ିବାକୁ ତିଆର? ତାର ତାଗିଦ୍ ମୁଁ ଯଦି ସଙ୍ଗେ ସଙ୍ଗ ମେଲବୋର୍ଣ୍ଣ ଅଭିମୁଖେ ବାହାରି ପଡ଼େ, ତେବେ ସେ ମୋତେ ନିଜେ ଆଣି ଠିକ୍ ସମୟରେ ସମ୍ବର୍ଦ୍ଧନା ସଭାରେ ଛାଡ଼ି ଦେଇଯିବ। କ୍ଳାରାର ଅନୁରୋଧକୁ ମୁଁ ଅନୁରୋଧ ବୋଲି ମନେକରେନି, ମନେକଲେ ସତେ ଯେମିତି ଆଦେଶ। ହଁ ଭରିବା ଛଡ଼ା ଅନ୍ୟ ଉପାୟ ନ ଥିଲା। ନିରାପତ୍ତା ପରିଷଦର ସଭ୍ୟଭାବରେ ମୋର କେପ୍ କେନେଡ଼ି ଆସିବା କଥା ସ୍ତ୍ରୀ ବୋଧହୁଏ ଫୋନ ଯୋଗେ କ୍ଳାରାକୁ ଜଣାଇ ଦେଇଥାନ୍ତି, ତା ନ ହୋଇଥିଲେ। ମୋ ଏଠାକାର ଖବର ସେ ବା ଜାଣିଥାନ୍ତି କେମିତି? କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଯନ୍ତ୍ରଚାଳିତବତ୍ ବାହାରି ପଡ଼ିଲି। ମେଲବୋର୍ଣ୍ଣ ସହର କୋକୋ ବିଚଠାରୁ ପ୍ରାୟ ପନ୍ଦର ମାଇଲ ଦୂର। କ୍ଳାରା ଦେଇଥିବା ମେଲବୋର୍ଣ୍ଣ ଠିକ୍ଣା ଅନୁସାରେ ଗାଡ଼ି ଧରି ବାହାରିଲି। ପରିଷଦର ଅନ୍ୟ ସଭ୍ୟମାନଙ୍କୁ ଜଣାଇ ଦେଇଗଲି ମୋ ମେଲବୋର୍ଣ୍ଣ ଯିବା କଥା। ସମ୍ବର୍ଦ୍ଧନା ସଭାବେଳକୁ ମୁଁ ଠିକ୍ ଆସି ପହଞ୍ଚିବାର ପ୍ରତିଶ୍ରୁତି ଦେବାକୁ ଭୁଲିଲିନି। କୋକୋ ବିଚ୍ରୁ ବାହାରି ପେଟିକ୍ ଏୟାର ଫୋର୍ସ ବେଜ ଓ ସେଟିଲାଇଟ ବିଚ୍ ଦେଇ ମେଲବୋର୍ଣ୍ଣ ଅଭିମୁଖେ ନମ୍ୱ ନଅ ନମ୍ବର ହାଇୱେକୁ ଉଠୁଛି, ହଠାତ୍ ଲକ୍ଷ୍ୟକଲି ଗାଡ଼ିରେ ଯଥେଷ୍ଟ ଗ୍ୟାସ ନାହିଁ। ତେଣୁ ଆଗକୁ ଯିବି କଅଣ ନିକବର୍ତ୍ତୀ ଗ୍ୟାସ୍ ଷ୍ଟେସନ ଅଭିମୁଖେ ଆଗେଇଲି। ଗ୍ୟାସଷ୍ଟେସନ ଗାଡ଼ି ଥୋଇ ଗ୍ୟାସମେନକୁ ଗ୍ୟାସ ଦେବା ପାଇଁ କହି ଗାଡ଼ି ବନ୍ଦ କଲି। ଏଇ କେତେ ବାଟ ଯିବା ପରେ ମୋତେ କେଜାଣି କାହିଁକି ଭାରି କ୍ଳାନ୍ତ ଲାଗିଲା। ଷ୍ଟିଅରିଂ ଛାଡ଼ି ହାତଗୋଡ଼ ସଳଖି ହେଲି। ଥକ୍କାରେ ଆଖି ଯେମିତି ମୁଦି ହୋଇଆସୁଛି ସେହିଭଳି ବୋଧହେଲା । ମନେ ହେଉଥାଏ, ଆଖି ବନ୍ଦ କରି ସେଠାରେ କିଛି ସମୟ ବିଶ୍ରାମ ନିଅନ୍ତି କି। ଗ୍ୟାସମେନ ଅନ୍ୟ ଦୁଇଟି ଗାଡ଼ିରେ ଗ୍ୟାସ ଦେଇ ମୋ'ଠାକୁ ଆସିବ କହି ଅପେକ୍ଷା କରିବାକୁ ଅନୁରୋଧ କରିଦେଇ ଯାଇଥାଏ। କ୍ଳାନ୍ତିର ପରିମାଣ ଏତେ